ମନ୍ତ୍ରୀଙ୍କ ଆଗମନଠାରୁ ପ୍ରସ୍ଥାନ ପର୍ଯ୍ୟନ୍ତ କେତେବେଳେ କିଏ କେଉଁ କାର୍ଯ୍ୟ କରିବ ସେ ସବୁ ଟିକିନିଖି କରି କାଗଜ କଲମରେ ଲେଖା ଯାଉଥିଲା। ମନ୍ତ୍ରୀଙ୍କ ଗାଡ଼ି ହରିପୁର ଉପରଘାଟରେ ଆସି ପହଞ୍ଚିବା ମାତ୍ରେ ଦଶଟି ଗୋଟମା ବାଣ ଫୁଟିବ। ତାହା ମନ୍ତ୍ରୀଙ୍କ ସ୍ୱାଗତ ସମ୍ବର୍ଦ୍ଧନାର ଖବର ସହ ଗାଁ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଦଶମ ବାର୍ଷିକ ଉତ୍ସବ ପାଳନର ଖବର ମଧ୍ୟ ଆଖପାଖ ଅଞ୍ଚଳରେ ପ୍ରଚାର କରିବ। ଏହାପରେ ମନ୍ତ୍ରୀ ଏକ ସୁସଜ୍ଜିତ ଗାଡ଼ିରେ ସଭା ମଞ୍ଚକୁ ଆସିବେ। ସେଠାରୁ ଓହ୍ଲେଇ ଗାଁର ବ୍ରାହ୍ମଣ ସାହି ଭିତରେ ପଶି ସ୍କୁଲ ପଡ଼ିଆକୁ ଆସିଲାବେଳେ ରାସ୍ତାର ଦି କଡ଼ରେ ଗାଁର ଝିଅ ବୋହୂମାନେ ଧାଡ଼ି ବାନ୍ଧି ଠିଆହୋଇ ଶଙ୍ଖ ଫୁଙ୍କିବେ, ହୁଳହୁଳି ଦେବେ ଓ ମନ୍ତ୍ରୀଙ୍କ ଉପରକୁ ଅକ୍ଷତ, ଦୁର୍ବା ଓ ଫୁଲ ପାଖୁଡ଼ା ପକେଇ ସ୍ୱାଗତ ଜଣାଇବେ। ଘଣ୍ଟେଶ୍ୱରରୁ ସ୍ୱତନ୍ତ୍ର ଭାବେ ଆସିଥିବା ବାଜାବାଲାଏ ନଈ ପାଖରୁ ବାଜା ବଜେଇ ମନ୍ତ୍ରୀଙ୍କୁ ପାଛୋଟି ଆଣିବେ ଓ ସ୍କୁଲ ପିଲାମାନେ ସ୍ଲୋଗାନ ଦେବେ। ଗ୍ରାମର ଯୁବକସଂଘର କେତେକ ସଭ୍ୟ ଶୋଭାଯାତ୍ରା ଆଗେ ଆଗେ ବାଡ଼ି ଖେଳ ପ୍ରଦର୍ଶନ କରିବେ। ମନ୍ତ୍ରୀଙ୍କ ନିରୋଗ ସ୍ୱାସ୍ଥ୍ୟ ପାଇଁ ମହାଦେବ ମନ୍ଦିରରେ ସେଦିନ ସକାଳୁ ଜଳାଭିଷେକ କରାଯାଉଥିବ ଓ ମନ୍ତ୍ରୀ ମନ୍ଦିରରେ ପହଞ୍ଚିବା ମାତ୍ରେ ପୂଜକ ଧ୍ରୁବଚରଣ ମିଶ୍ର ପୂଜାପାଠର ବ୍ୟବସ୍ଥା କରିବେ। ଏହାପରେ ମନ୍ତ୍ରୀ ଚାଲି ଚାଲି କର୍ପେଟର ଅଭାବରେ ବିଛା ଯାଇଥିବା ନାଲି ରଙ୍ଗର କପଡ଼ା ଉପର ଦେଇ ସଭାମଞ୍ଚ ଉପରକୁ ଯିବେ। ସଭା ମଞ୍ଚରେ ବସିବା କ୍ଷଣି ତାଙ୍କୁ ସେ ଅଞ୍ଚଳର ପନ୍ଦରଟି ସଂସ୍ଥା ପକ୍ଷରୁ ଫୁଲ ହାଳ ଫୁଲହାର, ଫୁଲତୋଡ଼ା ଓ ଅଙ୍ଗବସ୍ତ୍ର ଉପହାର ଦିଆଯିବ। ଏ ସବୁକାମ ସରିବା କ୍ଷଣି ଝୁ ଝୁନା ଓ ତାର ସାଙ୍ଗମାନେ ଗାଇବେ ଆବାହନୀ ସଂଗୀତ ପାଷାଣୀ ଅହଲ୍ୟା ହରିପୁର ଗାଁ, ଭୂଗୋଳ ବହିରେ ନାହିଁ ଯାର ନାଁ, ଜୀବନ ପାଇଲା ଆଜି। ଅତିଥି ହେ, ତୁମ ପାଦ ଚର ଶରେ ଅଭିଶାପ ଶିଳା ଭାଜି। ଝୁନା ଗୀତ ବୋଲିବା କଥା ଭାବିଦେଲା ବେଳକୁ ଭୟରେ ଥରି ଉଠେ। ଇଏ କେବଳ ଗୋଟାଏ ଗୀତ ଗାଇବା କଥା ନୁହେଁ, ଗୋଟାଏ ଅତି ଗୁରୁତ୍ୱପୂର୍ଣ୍ଣ ଘଟଣାକୁ ଆଗକୁ ବଢ଼େଇ ନେବା। ଏଇ ଗୀତଟିକୁ ନିଜେ ସଂସ୍କୃତ ପଣ୍ଡିତ ଚାରିମାସ କାଳ ଲାଗି ଲେଖିଛନ୍ତି। ଗୀତଟିରେ ହରିପୁର ଗାଁର ସୁଖ ଦୁଃଖ ସାଙ୍ଗରେ ମନ୍ତ୍ରୀ ମହୋଦୟଙ୍କର ଦିବ୍ୟ ଗୁଣାବଳୀର ବର୍ଣ୍ଣନା କରାଯାଇଛି। ହରିପୁର ଗାଁର ଅନ୍ୟ ପିଲାମାନଙ୍କ ପାଇଁ କିନ୍ତୁ ଝୁନା ଓ ତାର ସାଙ୍ଗମାନଙ୍କର ଏଇ ଗୀତବୋଲା କାମଟି ସବୁଠୁ ଆକର୍ଷିଣ ଆକର୍ଷଣୀୟ ନ ଥିଲା। ନୂଆନଈ ଘାଟ ପାର ହୋଇ ଜିପ୍ ପରି ଗୋଟେ ଅଦ୍ଭୁତ ଗାଡ଼ି କିପରି ତାଙ୍କ ଗାଁକୁ ଆସିବ ଓ ସେମାନେ ସେଇ ଗାଡ଼ିରେ ଦର୍ଶନର ସୁଯୋଗ ପାଇବେ ତାହା ହିଁ ତାଙ୍କୁ ରାତିଦିନ ଅଥୟ କରୁଥିଲା। ଏତେ ଲୋକଙ୍କ ଉପସ୍ଥିତି ଭିତରେ ଏପରି ଅପୂର୍ବ ଗାଡ଼ିଟିର ସ୍ପର୍ଶ ସୁଖ ସେମାନଙ୍କୁ ମିଳିବ କି ମିଳିବ ନାହିଁ ଚିନ୍ତା କରି କେତେକ ତ ଭୋକଶୋଷ ମଧ୍ୟ ଭୁଲି ଯାଉଥିଲେ। ମନ୍ତ୍ରୀଙ୍କ ଆଗମନ ପାଇଁ ସବୁ ପ୍ରକାର ପ୍ରସ୍ତୁତି ଚୂଡ଼ାନ୍ତ ହୋଇ ସାରିଥିଲା। କେତେବେଳେ ମନ୍ତ୍ରୀଙ୍କୁ ପଇଡ଼ ପାଣି, କେତେବେଳେ ସାଦା ପାଣି, କେତେବେଳେ ଘଣ୍ଟେଶ୍ୱରରୁ ମଗା ହୋଇ ଆସିଥିବା କୋଲ୍ଡ ଡ୍ରିଙ୍କ ତ ଆଉ କେତେବେଳେ ବିସ୍କୁଟ କଦଳୀ, ଛେନା-ମୁଡ୍କି ଓ ସିଙ୍ଗଡ଼ା ସାଙ୍ଗରେ ଚା କିମ୍ବା କଫି ଦିଆଯିବ, ଏ ସମସ୍ତ ବ୍ୟବସ୍ଥା ହେଡ୍‌ମାଷ୍ଟ୍ରେ ଓ ସରପଞ୍ଚ ମିଳିମିଶି ବୁଝୁଥିଲେ। ମଞ୍ଚ ଉପରେ ସାତଟି ପେଟ୍ରୋମାକ୍ସମାଇକ୍ ମାଇକ୍ ବାଲା ଦ୍ୱିପ୍ରହର।